ସାଧାରଣ ଲୋକଙ୍କ ଭିତରେ ଯଦି ଧାରଣା ହୋଇଯାଏ ଯେ ଗଭର୍ଣ୍ଣମେଣ୍ଟଠାରେ ପହଞ୍ଚିବା କଠିନ ଓ ଆପତ୍ତି ଅଭିଯୋଗ କେହି ଶୁଣୁ ନାହାନ୍ତି, ତାହା ହିଁ ଅସନ୍ତୋଷ ସୃଷ୍ଟି କରିବାର ସୁବିଧା ମିଳିଯାଏ। ''ଦେଖ, କେହି ତୁମ ଆପତ୍ତି ଶୁଣିବା ପାଇଁ ନାହିଁ। '' ଏହାହିଁ ଫାଟକ ପାଖରେ ଛିଡ଼ାହୋଇ ଚିତ୍କାର କରି ଆବ୍ସାଲେମ ଏକ ବିଦ୍ରୋହ ଘଟାଇ ଦେଇଥିଲେ। ହୋମ୍ ଡିପାର୍ଟମେଣ୍ଟର ଗୋଟିଏ କର୍ତ୍ତବ୍ୟ ହେଉଛି, ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ଯେ ଆପତ୍ତି ଶୁଣିବା ପାଇଁ ଶାସନରେ କେହି ଅଛନ୍ତି। ଶାସନରେ ଥିବା ଉଚ୍ଚପଦସ୍ଥ ଅଫିସରମାନଙ୍କ କର୍ତ୍ତବ୍ୟ ହେଉଛି ଦେଖିବା କେହି କେଉଁଠି ଅତ୍ୟାଚାରିତ ହେଉଛି ବା କାହା ପ୍ରତି କେହି ଅନ୍ୟାୟ କରୁଛି ବା କେହି କିଛି ଅସୁବିଧାରେ ପଡ଼ିଯାଇଛି। ଏଥିରୁ ଜଣାପଡ଼ିବ ଯେ ଇଂଲଣ୍ଡ ପରି ଦେଶରେ ମଧ୍ୟ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଶାସନ କେଡ଼େ ବ୍ୟଗ୍ର ଓ ନ ଶୁଣିଲେ ଯେଉଁ ଅସନ୍ତୋଷ ଓ ବିଶୃଙ୍ଖଳା ଘଟିବ; ତାକୁ ଏଡ଼େଇବା ପାଇଁ କେତେ ତତ୍ପରତା। ଭାରତର ଶାସନ ପଦ୍ଧତିରେ ଜିଲ୍ଲା ମାଜିଷ୍ଟ୍ରେଟ ଓ ସବ୍ଡ଼ିଭିଜନେଲ ଅଫିସର ହେଉଛନ୍ତି କେନ୍ଦ୍ର। ଆଇନ ଅନୁସାରେ କୋର୍ଟଫିସ ଦେଇ ମୋକଦ୍ଦମା କରିବା ଛଡ଼ା ସାଧାରଣ ଦରଖାସ୍ତ ସବୁ ଦିଆଯାଏ ଓ ସେ ସବୁ ପାଇଁ ଏକ ସମୟରେ ଅଫିସରରେ ଏକ ବିଭାଗ ଥିଲା। ଆଜିକାଲି ଅଛି କି ନାହିଁ ମୋତେ ଜଣାନାହିଁ। ଅଫିସରମାନେ ଗସ୍ତରେ ଯାଇ ସ୍ଥାନ ଉପରେ ରହି ଏହି ସବୁ ଦରଖାସ୍ତ ଶୁଣି ଆଇନ ଅନୁସାରେ ଯାହା କରିବାର କରୁଥିଲେ। ବିଭିନ୍ନ ସ୍ଥାନରେ ଡାକବଙ୍ଗଳା ସବୁ ସେଇଥିପାଇଁ ତିଆରି ହୋଇଥିଲା। ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଅଫିସରମାନେ ନିଜେ ପହୁଞ୍ଚିଗଲେ ସାଧାରଣ ଲୋକଙ୍କ ମନରେ ସନ୍ତୋଷ ଜାତ ହୁଏ। ସେଥିରୁ ଆଜି ଲୋକେ ବଞ୍ଚିତ। ଆହୁରି ଦୁଃଖର ବିଷୟ ଯେ ଚିଫ୍ ମିନିଷ୍ଟରଙ୍କଠାକୁ ଯେଉଁ ଦରଖାସ୍ତମାନ ଆସେ ସେ ସବୁ ସେ ବିଭିନ୍ନ ବିଭାଗକୁ ପଠାଇ ଦିଅନ୍ତି, ସେଠି ସେ ସବୁ ଉପରେ ସେପରି ଗୁରୁତ୍ୱ ଦିଆହୁଏ ନାହିଁ। ଚିଫ୍ ମିନିଷ୍ଟରଙ୍କ ଅଫିସରୁ ଉତ୍ତରଟିଏ ପାଇ ଲୋକେ ଯେଉଁ ଆଶ୍ୱାସନା। ପାଆନ୍ତି, କିଛିକାଳ ପରେ ସେ ବିରକ୍ତିରେ ପରିଣତ ହୁଏ; କାରଣ ଯେଉଁଠାକୁ ସେ ଦରଖାସ୍ତ ଗଲା ସେଠି କିଛି ହେଲା ନାହିଁ। କଥା କଥାକେ ଅନେକ କହି ଦିଅନ୍ତି ଅମୁକ ଅଞ୍ଚଳକୁ ରାସ୍ତାଘାଟ ନାହିଁ। ଏହାର ଅର୍ଥ ହେଉଛି ସେ ଅଞ୍ଚଳ ସବୁକୁ ମଟର ଗାଡ଼ି ଯାଇପାରିବ ନାହିଁ। ସେ ଅଞ୍ଚଳ ସବୁରେ ଲୋକେ ତ ଚଳୁଛନ୍ତି ଓ ଅନ୍ୟ ଅଞ୍ଚଳ ସହିତ ସମ୍ବନ୍ଧ ରଖୁଛନ୍ତି। ସାଇକେଲ ବା ପାଦରେ ବା ଘୋଡ଼ାରେ ଚାଲିଗଲେ ହୁଅନ୍ତା; ମାତ୍ର ଆଜି ତାହା କଳ୍ପନାତୀତ। ତେଣୁ ଶାସନ ରହିଗଲାଣି କେବଳ ପକ୍କା ସଡ଼କ ଆଖି ପାଖରେ। ଲୋକଙ୍କ ଆପତ୍ତି ଅଭିଯୋଗ ନେଇ କେତେକ ଲୋକ ଜିଲା ମାଜିଷ୍ଟ୍ରେଟ, ସବଡ଼ିଭିଜନେଲ ଅଫିସର ବା ଭୁବନେଶ୍ୱରକୁ ଆସନ୍ତି, ସେମାନେ ଗାଁରୁ କେତେ ଚାନ୍ଦା ସଂଗ୍ରହ କରନ୍ତି, ଜଣା ଅଛି କି? ଗ୍ରାମର ଲୋକ ଓ ଅଫିସରମାନଙ୍କ ମଧ୍ୟରେ ଯୋଗସୂତ୍ର ରଖିବା ଊଣା ଅଧିକେ ଏକ ବ୍ୟବସାୟ ହୋଇଗଲାଣି। ଏ ମଧ୍ୟ ଅସନ୍ତୋଷର କାରଣ। ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଧୈର୍ଯ୍ୟ ଓ ପରିଶ୍ରମ କରିବା ପାଇଁ ଆଗ୍ରହ ନ ଥିବାରୁ ଆପତ୍ତି ଅଭିଯୋଗକାରୀମାନଙ୍କ ପ୍ରତି ଅଶ୍ରଦ୍ଧା ମଧ୍ୟ ଜାତ ହେଉଛି। ସାଧାରଣ ଲୋକଙ୍କ ପ୍ରତି ସମ୍ମାନ ତ ନାହିଁ ବରଂ ସେମାନଙ୍କ ଉପରେ ହାକିମ ଜାରିକରିବା